ଏହି ରାଷ୍ଟ୍ରଦୂତ ଜୀବନ୍ତ ନ ହେଲେ ହେଁ ଜୀବନ୍ତ ପ୍ରାଣୀ ଭଳି କାର୍ଯ୍ୟ କରେ। ଏହାର ଶରୀର ସାଧାରଣ ଧାତୁରୁ ତିଆରି। ହେଲେ ଏହା ମଣିଷ ଭଳି କଥା କହେ ଚାଲବୁଲା କରିପାରେ ଓ ଏହାର ଭାବିବାର ଶକ୍ତି ମଧ୍ୟ ଅଛି। କୌଣସି ବିପଦ ପଡ଼ିଲେ, ବିପଦରୁ ଉଦ୍ଧାର ପାଇବା ପାଇଁ ସବୁପ୍ରକାର ବ୍ୟବସ୍ଥା ନିଜେ କରିପାରେ। ଆମ ଗ୍ରହରୁ ଆପଣମାନଙ୍କ ଗ୍ରହକୁ ଏହି ଜୀବଟି ନିଜେ ମହାକାଶଯାନ ଚଳାଇ ଯାଇଛି। ଆପଣମାନଙ୍କ ସହିତ ସମସ୍ତ ପ୍ରକାର ଆଲୋଚନା କରି ବିହିତ ବ୍ୟବସ୍ଥା କରିବା ପାଇଁ ଏହାର ଶକ୍ତି ଅଛି। ଏହାକୁ ଏକ ଯନ୍ତ୍ରୀକଜିବ କହିଲେ ହେଁ ଏହା ଜୀବନ୍ତ ଜୀବଠାରୁ କୌଣସି ଗୁଣରେ ହୀନ ନୁହେଁ। ଆପଣମାନେ ଏହା ସହିତ ଆଲୋଚନା କଲେ ସବୁ କିଛି ଜାଣିପାରିବେ। ଆମ ଗ୍ରହର ଯୁଦ୍ଧବିଗ୍ରହଠାରୁ ଆରମ୍ଭ କରି ବୈଜ୍ଞାନିକ ଗବେଷଣା, ନାନା କଳକାରଖାନା ଓ ଇଂଜିନିୟରିଂ କାର୍ଯ୍ୟ ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହି ଧରଣର ଜୀବଗୁଡ଼ିଏ ଆମ ଲୋକଙ୍କ ସହକାରୀ ଭାବରେ ଖୁବ୍ ଦକ୍ଷତାର ସହିତ କାମ କରୁଛନ୍ତି। ଆମେ ଆମର କୌଣସି ଲୋକକୁ ନ ପଠାଇ ଏହାକୁ ରାଷ୍ଟ୍ରଦୂତ ଭାବରେ ପଠାଇଛୁ, କାରଣ ଏହି ଯାନ୍ତ୍ରିକ ଯିବ ଉପରେ ଆମର ଯଥେଷ୍ଟ ବିଶ୍ୱାସ ଅଛି। ପରିଶେଷରେ ଆମେ ଅଧିକ କିଛି ନ କହି ଗୋଟିଏ କଥା କହି ଆମ ବାର୍ତ୍ତା ଶେଷ କରୁଛୁ। ଆପଣମାନେ ଯଦି ଆମ ପ୍ରସ୍ତାବରେ ରାଜି ନ ହୁଅନ୍ତି, ତେବେ ଆପଣମାନଙ୍କ ସହିତ ଯୁଦ୍ଧ ଘୋଷଣା କରିବାକୁ ଆମେ ପଛାଇବୁ ନାହିଁ । ଆପଣମାନଙ୍କୁ ଯୁଦ୍ଧରେ ପରାସ୍ତକରି ଆପଣମାନଙ୍କ ସୂର୍ଯ୍ୟକୁ ନଷ୍ଟ କରିବାକୁ ଆମେ ବଦ୍ଧପରିକର। କିନ୍ତୁ ଆପଣମାନଙ୍କ ପୃଥିବୀ ଓ ଏହାର କୋଟି କୋଟି ଅଧିବାସୀଙ୍କୁ ନଷ୍ଟ ନ କରି ପୃଥିବୀକୁ ଆମ ସୂର୍ଯ୍ୟର ଏକ ଗ୍ରହ ଭାବରେ ପ୍ରତିଷ୍ଠା କରିବାକୁ ଆମର ଇଚ୍ଛା। ଆପଣମାନଙ୍କ ସୂର୍ଯ୍ୟ ନଷ୍ଟ ହୋଇଗଲେ, ଆପଣମାନେ ନଷ୍ଟ ହୋଇଯିବେ ବୋଲି ଭାବିପାରନ୍ତି; କିନ୍ତୁ ସେଭଳି ଭାବିବାରେ ଯଥାର୍ଥତା ନାହିଁ। ଆପଣମାନେ ଜାଣି ରଖନ୍ତୁ ଆମେ ଆପଣମାନଙ୍କୁ ମୃତ୍ୟୁମୂଖକୁ ଠେଲିଦେବାକୁ ଇଛୁକ ନୋହୁଁ। ଆପଣମାନଙ୍କ ସହିତ ଯଦି ଯୁଦ୍ଧ ଘୋଷଣା କରିବାକୁ ଦରକାର ପଡ଼େ, ତେବେ ଆମର ଏହି ରାଷ୍ଟ୍ରଦୂତକୁ ତାହା କରିବା ପାଇଁ କ୍ଷମତା ଦିଆଯାଇଛି। ଆପଣମାନେ ଆପଣମାନଙ୍କ ସିଦ୍ଧାନ୍ତ ଜଣାଇବା ପର୍ଯ୍ୟନ୍ତ ସେ ପୃଥିବୀରେ ଅବସ୍ଥାନ କରିବ। ଯଦି ଦରକାର ପଡ଼େ, ସେ ଆପଣମାନଙ୍କ ସହିତ ଯୁଦ୍ଧ ଘୋଷଣା କରି ଆମ ଗ୍ରହକୁ ଫେରିଆସିବ। ଏଥର ତ ଆପଣମାନେ ଆମ ଉଦ୍ଦେଶ୍ୟ ଜାଣିଲେ, ଓ ସେଥିସହ ସିଦ୍ଧାନ୍ତ ବି ଆପଣମାନଙ୍କ ସିଦ୍ଧାନ୍ତ ଜାଣିଲେ ଆମେ ଖୁସିହେବୁ। ଆପଣମାନଙ୍କର ଗ୍ରହର ଅଧିବାସୀବୃନ୍ଦ ଚିଠିଟି ଶୁଣି ସାରିବା ପରେ ସମସ୍ତେ ଚୁପ୍। କାହାରି ମୁହଁରୁ କିଛି ବାହାରିବାକୁ ନାହିଁ। ସତେ ଯେମିତି ସାରା ନିରାପତ୍ତା ପରିଷଦ କେତେଗୋଟି ମୂକ ଲୋକଙ୍କୁ ନେଇ ଗଠିତ। ସମସ୍ତେ ୟା ମୁହଁକୁ ତା ମୁହଁକୁ ଯା କିଛି ଅନାଉଥାନ୍ତି। ରାଷ୍ଟ୍ରଦୂତଙ୍କୁ ଜାତିସଙ୍ଘର ଏକ ସମ୍ମାନାସ୍ପଦ ଅତିଥିଭାବରେ ଜାତିସଂଘର ଅତିଥି ଭବନକୁ ସେକ୍ରେଟେରୀ ଜେନେରାଲ ଘେନିଗଲେ। ବଡ଼ ଅଦ୍ଭୁତ, ରାଷ୍ଟ୍ରଦୂତ ଗଲାବେଳେ ପରିଷଦ କକ୍ଷରୁ ସେହି ମହାକାଶଯାନରେ ବସି ଅତିଥିଭବନ ଅଭିମୁଁଖେ ବାହାରିଗଲେ। ଯେମିତି ଆସିଥିଲେ ଠିକ୍ ସେମିତି ଗଲେ। ତାଙ୍କ ସହିତ ଆମ ସେକ୍ରେଟେରୀ ଜେନେରାଲ ବି ସେହି ଯାନରେ ବସି ଗଲେ, ତାଙ୍କୁ ଅତିଥି ଭବନରେ ପହଞ୍ଚାଇ ଦେବାପାଇଁ। ଆମର ବଡ଼ ଭୟ ହେଉଥାଏ। ସେକ୍ରେଟେରୀ ଜେନେରାଲଙ୍କୁ ଧରି ରାଷ୍ଟ୍ରଦୂତ ଆମ ଗ୍ରହରୁ ବିଦାୟ ନେଇଯିବ ନାହିଁତ-? ଗଲାବେଳେ ଆମେ ଆମ ଭିତରେ ଆଲୋଚନ କରି ଆମର ସିଦ୍ଧାନ୍ତ ତାଙ୍କୁ ଜଣାଇଦେବା ପାଇଁ କହିଲୁ। ବଡ଼ ଅଦ୍ଭୁତ, ଯାନ୍ତ୍ରିକ ରାଷ୍ଟ୍ରଦୂତ ବେଶ୍ ଇଂରେଜୀ ବୁଝିପାରୁଛି ଓ କହି ପାରୁଛି ମଧ୍ୟ